କିନ୍ତୁ ସେହି ଟଙ୍କା ଗଣିଲେ ଠିକ୍ ରହିଛି କି ନାହିଁ-ଏତକ ବିମ୍ବାଧରବାବୁଙ୍କର ସାମର୍ଥ୍ୟର ବାହାରେ। ସେ ଟଙ୍କା। ଧରି ବସି ରହିଲେ। ଅଭାବରେ ପ୍ରପୀଡ଼ିତ ବିମ୍ବାଧରବାବୁ ଟଙ୍କା ପାଞ୍ଚଶହ ଗଣିବାକୁ ଅସମର୍ଥ। ଶହେ ଖଣ୍ଡ ପାଞ୍ଚଟଙ୍କିଆ ନୋଟ୍ ଗଣିବାକୁ ଅକ୍ଷମ। ଏହି ଅକ୍ଷମତା ସହିତ କାଳିନ୍ଦୀଚରଣ, କାହ୍ନୁଚରଣ, କାଳିଚରଣ, ଡକ୍ଟର ମାୟାଧର ବା ଶ୍ରୀଯୁକ୍ତ ଗୋପୀନାଥଙ୍କୁ ତୁଳନା କଲେ ସ୍ପଷ୍ଟ ଜାଣିହବ ଲେଖକ କିଏ? ସାହିତ୍ୟିକ କିଏ? ଖଣ୍ଡ ସୁମାରିରେ ଜଣେ ଛୋଟ ହୋଇପାରେ; କିନ୍ତୁ ଏହି ସବୁ ଗୁଣ ବା ଅବିଗୁଣ ଦେଖିଲେ ଆଉ ବଡ଼ ହୋଇଯାଇ ପାରେ। ଯେଉଁ ସାହିତ୍ୟିକମାନେ ନିଜର ଆୟକୁ ନେଇ ଚଳପ୍ରଚଳ ହୁଅନ୍ତି ସେମାନେ ଯେ ବଡ଼ ସାହିତ୍ୟିକ ହୋଇ ପାରିବେ ନାହିଁ-ଏମିତି କଥା ନାହିଁ। ବଙ୍ଗଳାର ଶ୍ରୀ ତାରାଶଙ୍କର, ଶ୍ରୀ ଅନ୍ନଦା ଶଙ୍କର ଓ ଶ୍ରୀ ବୁଦ୍ଧଦେବ ପ୍ରମୁଖ ଅର୍ଥସଚେତନ ହୋଇ ମଧ୍ୟ ସାହିତ୍ୟରେ ବଡ଼। କିନ୍ତୁ ଆମର କଥା ହେଲା ଯେ ସାହିତ୍ୟିକ କହିଲେ ଯେଉଁ ସରଳ, ନିଷ୍କପଟ ଶିଶୁସୁଲଭ ମନକୁ ବୁଝିଥାଉ ସେହି ମନଟି ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲେ ଲୋକକୁ କ'ଣ କୁହାଯିବ? -ସାହିତ୍ୟିକ ନା ଅସାହିତ୍ୟିକ। ସାହିତ୍ୟିକ ବାଲାଜାକ୍ ତାଙ୍କର ପାଠକମାନଙ୍କୁ ତାଗିଦ୍ କରିଥିଲେ-ହେଇ, ସେ ଲୋକଟି ବୟସ ତିରିଶି ହୋଇଗଲାଣି। ତାହାର ବିବେକ ମରିଯିବଣି। ଯଦି ଆମେ ଅନୁଭବରେ ଦେଖୁ ଯେ ସୟସ୍କ ଲୋକଙ୍କର ବିବେକ ମରିଯାଇଛି ତାହା ହେଲେ ଆମେ ନିଶ୍ଚିତ ଭାବରେ କହିପାରିବା ଯେ ବେଶି ବୟସର ଲେଖା ମସ୍ତିଷ୍କର କସରତ ହୋଇପାରେ ସିନା। ଏହା ହୃଦୟର ଚିତ୍ରପଟ ନୁହେଁ। ହୃଦୟ ନ ଥାଇ ଯେଉଁ ସାହିତ୍ୟ ଲେଖାଯାଏ ସେଗୁଡ଼ିକ ସାହିତ୍ୟ କହିବା ଅପରାଧ। ଏହି ଅ-ସାହିତ୍ୟର ସେବା କରି ଅନେକ ଲୋକ ନିଜକୁ ସାହିତ୍ୟିକ ବୋଲି ପ୍ରଚାର କରିବାରେ ଲାଗିଛନ୍ତି। ଆମେ ପାଠକମାନେ ଏଣେ ଭାବୁ-ଏଇ ଚୋର, ସିଏ ଚୋର, ଦୁନିଆଯାକ ଚୋର। କାହାକୁ ବାଛିବା? ଆମେ ଏହି ଅ ସାହିତ୍ୟ ଓ ସାହିତ୍ୟକୁ ବାଛିବା କେମିତି? ଏସବୁ ବାଛିବା ଆମର ଦରକାର କି? ସବୁ ସାହିତ୍ୟରେ ଏହି ଭଲ ଓ ଭେଲର ପରଖ କେମିତି କରାହୁଏ? ଏକଥାଟି ପ୍ରତି ଧ୍ୟାନ ନ ଦେଲେ ଆମର ବହି ପଢ଼ିବା ହେଉଛି ସମୟର ବୃଥା ଲୋକସାନ। ସାହିତ୍ୟ ଭିତରେ ଅସାହିତ୍ୟ ହେଉଛି ଶଠତା। ସାହିତ୍ୟିକଙ୍କର ସମାଜରେ ଅଣ-ସାହିତ୍ୟିକ ହେଉଛି ଶଠ। କିନ୍ତୁ ଏବେ ଅବସ୍ଥା ଏମିତି ହେଇଛି ଯେ ସମସ୍ତେ ସୁବିଧା ପାଇଁ ସାଜ ପୋଷାକ ବାଛି ନିଜର କରିବାରେ ଲାଗିଛନ୍ତି-ଲୋକେ କହନ୍ତି ଆଉ ଭାବନ୍ତୁ ଯେ ମୁଁ ଜଣେ ଭଲ ଲୋକ। ସ୍ୱାଧୀନତା ପୂର୍ବରୁ ଲୋକେ ଭଲ ହୋଇଥିଲେ ବି ନିଜକୁ ଗୋପନ ରଖୁଥିଲେ। ତାଙ୍କର ମନର କଥା ଥିଲା ଯେ-ମୁଁ କିବା ଭଲ ଲୋକ? ମୋ' ଠାରୁ ଅନେକ ଭଲ ଲୋକ ଅଛନ୍ତି-। ମୋର ତ ସହସ୍ରେ ଖୁଣ। ମତେ ଲୋକେ ଭଲ ବୋଲି କହିଲେ ଖରାପ ଲାଗିବ-ଥଟ୍ଟା ପହଳି କରୁଛନ୍ତି ବୋଲି ମନେ ହେବ। ଆଜି ସେ କଥା ନାହିଁ। ଆମର ସମକାଳୀନ ସମାଜ୍ ଶଠତାକୁ ଆଦର କରୁଛି-ଅଭିନୟକୁ ନକଲକୁ ମୁଖ୍ୟସ୍ଥାନ ଦେଉଛି। ତେଣୁ ଆଜି ଏହି ପଞ୍ଚଷଠୀ ମସିହାରୁ ପଞ୍ଚସ୍ତରୀ ମସିହା ଭିତରେ ଯିଏ ବି ଯାହା ଲେଖିବ ସେଥିରେ ଅସଲି ବଦଳରେ ନକଲି ବେଶି ସ୍ଥାନ ନ ନେବ କେବିତି? ଅଧିକାଂଶ ଲୋକ ହେଇଗଲୁ ନୂଆ ସଭ୍ୟତାର ନୂଆ ଆଭିମୁଖ୍ୟର ସ୍ତାବକ-ମାଆ ଧାନକୁଟି ପୁଅ ନାଗର। ଆମେ ଯଦି ନ ପଢ଼ି ଅନ୍ୟ ଉପାୟରେ କଲେଜର